ଯେତେ ଉଛୁର ହେଉଥାଏ ବିଦ୍ୟୁପ୍ରଭା ସେତେ ବ୍ୟସ୍ତହୋଇ ପଡ଼ୁଥିଲେ। ଲୋକଟା ବୋଧହୁଏ ଆସୁଥିବ। ଖାଇବା ବେଳ ଗଡ଼ିଗଲାଣି। ତଥାପି ରୋଷେଇ ସରିନାହିଁ। ସେ ଲୋକଟା କ'ଣ ଭାବିବ? ସେ ଏଠାରେ ଖାଇବ ବୋଲି ତାକୁ ଯେ ନିମନ୍ତ୍ରଣ କରାଯାଇଛି। ତାକୁ ଅପେକ୍ଷା କରି କରି ବିଦ୍ୟୁପ୍ରଭାଙ୍କର ଆଖିର ପାଣି ଆଖିରେ ମରିଗଲା ତଥାପି ଲୋକଟା ଆସିଲା ନାହିଁ। ବିଦ୍ୟୁପ୍ରଭା ଅସ୍ୱସ୍ତି ଅନୁଭବ କଲେ। ଇସ୍ ଲୋକଟାର ଟିକିଏ ହେଲେ ମଧ୍ୟ ସାଧାରଣଜ୍ଞାନ ନାହିଁ। ଭଦ୍ରାମିର ଚିହ୍ନ ବର୍ଣ୍ଣ ଟିକିଏ ହେଲେ ମଧ୍ୟ ତା' ପାଖରେ ନାହିଁ। ଏମିତି ହୃଦୟହୀନ ମଣିଷ ପୁଣି ଦୁନିଆରେ ଥାଆନ୍ତି? ସେହି ଲୋକଟି କଥା ଚିନ୍ତା କରୁ କରୁ ହଠାତ୍ ସ୍ୱାମୀଙ୍କ କଥା ତାଙ୍କର ମନେପଡ଼ିଗଲା। ଚମକି ସେ ପଡ଼ିଲେ ଅସମ୍ଭବ ଭାବରେ। ସେ ଯେ ହିନ୍ଦୁ ପରିବାରର କୁଳବଧୁ। ହିନ୍ଦୁରମଣୀର ସର୍ବସ୍ୱ ହେଉଛି ତାହାର ସ୍ଵାମୀ। ସେ ଆଜି ଅନ୍ୟ ପୁରୁଷ କଥା ମନରେ ଚିନ୍ତା କରୁଛନ୍ତି କାହିଁକି? ସତୀତ୍ୱ ତାଙ୍କର ନଷ୍ଟ ହୋଇଯିବ ନାହିଁ? ମନକୁ ସବଳ କରିବା ପାଇଁ ଓ ସତୀତ୍ୱକୁ ପଣତକାନିରେ ବାନ୍ଧିରଖିବା ପାଇଁ ସେ ବାରମ୍ବାର ମନମଧ୍ୟରେ ଆବୃତ୍ତି କରିବାକୁ ଲାଗିଲେ 'ପତି ପରମ ଗୁରୁ। ' ପୁଣି ଘଣ୍ଟାକୁ ଅନାଇଲେ। ଚାରି ବାଜିବାକୁ ପନ୍ଦର ମିନିଟ୍ ଥାଏ ବାକି। ହୁଏତ ଲୋକଟା ଏହା ମଧ୍ୟରେ ଆସିଯାଇପାରେ? ତଥାପି ଲୋକଟା ଆସିଲା ନାହିଁ। ବିଦ୍ୟୁପ୍ରଭାଙ୍କ ଆଖି କୋଣରୁ ଦୁଇଟୋପା ଅଶ୍ରୁବିନ୍ଦୁ ତଳକୁ ଗଡ଼ିଆସିଲା। ସେ ପଣତରେ ଲୁହ ପୋଛି ମନକୁ ମନ କହିଲେ ପର ପାଇଁ ଏତେ ହାଇଁପାଇଁ ହେବାରେ ଲାଭ କ'ଣ? ଘରେ ତା'ର ସ୍ୱାମୀ ଅଛନ୍ତି। ସ୍ୱାମୀ ହେଉଛନ୍ତି ଇହ ଓ ପରକାଳର ଦେବତା। ହିନ୍ଦୁ ସ୍ତ୍ରୀର ସ୍ୱାମୀ ବ୍ୟତୀତ ଅନ୍ୟ କେହି ଆପଣାର ହୋଇନପାରେ। ସ୍ୱାମୀ ହେଉଛନ୍ତି ସ୍ତ୍ରୀର ଭଗବାନ। ତେଣୁ ପତିବ୍ରତା ନାରୀ ପତି ବ୍ୟତୀତ ଅନ୍ୟ କାହାକୁ ଚିନ୍ତା କରିବା ମହାପାପ। ସ୍ୱାମୀ ସମ୍ବନ୍ଧରେ ଅନେକ ଉଚ୍ଚ ଚିନ୍ତା କରିବା ପରେ ବିଦ୍ୟୁପ୍ରଭାଙ୍କର ମନ ଛାଏଁ ଛାଏଁ ଦୁର୍ବଳ ହୋଇଗଲା। ପୁରାଣ ଶାସ୍ତ୍ରର ନୀତିବାକ୍ୟ ତାଙ୍କର ମନେପଡ଼ିଲା। ସ୍ତ୍ରୀର ରକ୍ଷାକର୍ତ୍ତା ହେଉଛି ତା'ର ସ୍ୱାମୀ। ତେଣୁ ସେ ସ୍ତ୍ରୀର ମଥାର ଦେବତା। କେଉଁପରି ସ୍ୱାମୀ ସ୍ତ୍ରୀର ଦେବତା? ସ୍ୱାମୀ ହୋଇଗଲେ କ'ଣ ଦେବତା ହୋଇଯିବେ-? ଦେବତାର ଯେତିକି ସଦ୍ଗୁଣ ଅଛି ସ୍ୱାମୀ ମଧ୍ୟ ସେତିକି ସଦ୍ଗୁଣସମ୍ପନ୍ନ ହେବା ଉଚିତ୍। ନଚେତ୍ ସେ ସ୍ତ୍ରୀର କେବେ ନମସ୍ୟ ହୋଇପାରିବ ନାହିଁ। ଯେଉଁ ସ୍ୱାମୀ ଆଗରେ ସ୍ତ୍ରୀ ଲାଞ୍ଛନା ଭୋଗ କଲେ ମଧ୍ୟ ସ୍ୱାମୀ ପାଟିରୁ ଦୁଇପଦ କଥା ଫିଟେନାହିଁ, ଯେଉଁ ସ୍ୱାମୀ ସ୍ତ୍ରୀର ମନ ବୁଝି ଜାଣେ ନାହିଁ, ପ୍ରେମିକର ସ୍ନେହ ସ୍ତ୍ରୀକୁ ଦେଇପାରେ ନାହିଁ, ସେହିଭଳି ସ୍ୱାମୀକୁ ଦେବତାର ଆସନରେ ବସାଇ ଦେବତାର ସମ୍ମାନ କେବେ ସ୍ତ୍ରୀ ଦେଇପାରେ କି? ନିଜର ସୌନ୍ଦର୍ଯ୍ୟ ବଢ଼ାଇବାକୁ ସ୍ତ୍ରୀ ଗାଧୋଇସାରି କପାଳରେ ସିନ୍ଦୂର ପିନ୍ଧେ। ସିନ୍ଦୂର ପିନ୍ଧିସାରି ସ୍ୱାମୀର ଦୀର୍ଘଜୀବନ କାମନା କରିବାକୁ ଭଗବାନଙ୍କୁ ଡାକେ। ଏହାର କାରଣ ସୌନ୍ଦର୍ଯ୍ୟକୁ ଅତୁଟ ରଖିବାକୁ। ପୁଣି ସେହି ଲୋକଟିକୁ ବିଦ୍ୟୁପ୍ରଭା ମନେପକାଇଲେ। ଇସ୍ ଲୋକଟା କେଡ଼େ ଜିଦଖୋର। ତା' ଭଳି ଜିଦଖୋର ପୁରୁଷର ହାତଧରି ତା'ର ସ୍ତ୍ରୀଟା କେତେ ଦହଗଞ୍ଜ ହେଉନଥିବ? ସ୍ତ୍ରୀ ଏହିଭଳି ପୁରୁଷକୁ କ'ଣ ଭଲପାଇପାରେ? ଏହି ଗୋଟିଏ ପ୍ରଶ୍ନ କେବଳ ସେଦିନ ବିଦ୍ୟୁପ୍ରଭାଙ୍କ ମନରେ ସ୍ଥାନ ପାଇଲା। ସେ ନିଜର ସ୍ୱାମୀଙ୍କ ସଙ୍ଗେ ସେହି ପୁରୁଷଟିକୁ ତୁଳନା କଲେ। ତାଙ୍କର ସ୍ୱାମୀ କେଡ଼େ ଭଦ୍ର। କେତେ ଉଦାର ପ୍ରକୃତିର ମଣିଷ ହେଉଛନ୍ତି ତାଙ୍କର ସ୍ୱାମୀ। ନାକ କାଟିଦେଲେ ମଧ୍ୟ ସହଜରେ ବଚନ ବାହାରିବ ନାହିଁ। ଯେତେ ଯାହାହେଲେ ମଧ୍ୟ ସେ କେବେ ବିଦ୍ୟୁପ୍ରଭାକୁ ହତାଦର କରନ୍ତି ନାହିଁ। ସେ ବିଦ୍ୟୁପ୍ରଭାଙ୍କ ରୂପ ଦେଖି ପାଗଳ ହୋଇ ଶେଷରେ ମୂକ ପାଲଟି ଯାଇଛନ୍ତି। ସତରେ କେଡ଼େ ସୁନ୍ଦର ମଣିଷ ତାଙ୍କର ସ୍ୱାମୀ! ବିଦ୍ୟୁପ୍ରଭା ମନେମନେ ସ୍ଥିର କଲେ ଯେ ସେ କେବେହେଲେ ଆଉ ଦିନକ ପାଇଁ ସେହି ସୃଷ୍ଟିଛଡ଼ା ମଣିଷଟାର କଥା ଚିନ୍ତା କରିବେ ନାହିଁ। ସେ ମଣିଷଟା ତାଙ୍କର କିଏ କି? ସେ ଲୋକଟା ନ ଆସିବା ହିଁ ଭଲ। ଅନ୍ତତଃ ଚା' କପ୍ଟିଏ ତ ରହିଗଲା। ଦିନେ ଗୋଧୂଳିରେ ସେହି ଲୋକଟି ପୁଣି ଆସିଲା ଓ ବିଦ୍ୟୁପ୍ରଭାଙ୍କୁ ଚା' କପେ ପାଇଁ ଅନୁରୋଧ କଲା। 'ଆପଣ ଆଉ ଆସିବେ ନାହିଁ ' ଏହିକଥା ସିଧାସଳଖ ସେଦିନ ତାଙ୍କର କହିବାକୁ ଇଚ୍ଛା ହେଉଥିଲା।